ଜୟା ଆହସାନ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ। ସେ ବଙ୍ଗଳାଦେଶ ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ସହ କେତୋଟି ଭାରତୀୟ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ସେ ତିନି ଥର ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଦୁଇ ହଜାର ଏଗାରରେ ଗୁଇରିଲ୍ଲା ଚଳଚ୍ଚିତ୍ର ପାଇଁ, ଦୁଇ ହଜାର ବାରରେ ଚୋରାବାଲି ଚଳଚ୍ଚିତ୍ର ପାଇଁ ଏବଂ ଦୁଇ ହଜାର ପନ୍ଦରରେ ଜିରୋ ଡୀଗ୍ରୀ ଚଳଚ୍ଚିତ୍ର ପାଇଁ ସେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଜୟା ଆହସାନ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କର ଝିଅ। ତାଙ୍କ ବାପା ମହମଦ ଏ. ଏସ୍. ମସୁଦ୍ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଜୟାଙ୍କର ମାଆ ହେଉଛନ୍ତି ରିହାନା ମସୁଦ୍। ସେ ଢାକାଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ସେହିଠାରେ ହିଁ ବଡ଼ ହୋଇଥିଲେ। ତାଙ୍କର ଦୁଇଗୋଟି ଭଉଣୀ ଏବଂ ଗୋଟିଏ ଭାଇ ଅଛନ୍ତି। ଜୟା ତାଙ୍କର ପାଠପଢ଼ା ସହିତ ରବିନ୍ଦ୍ର ସଙ୍ଗୀତ ଶିକ୍ଷାରେ ଡିପ୍ଲୋମା କରିବା ସହ ଶାସ୍ତ୍ରୀୟ ସଙ୍ଗୀତର ଶିକ୍ଷା ନେଇଛନ୍ତି। ସେ ପ୍ରଥମେ ଦୂରଦର୍ଶନ ଜରିଆରେ ହିଁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ଦୂରଦର୍ଶନ ନାଟକ ପଞ୍ଚମୀରେ ଅଭିନୟ କରିବା ପରେ ତାଙ୍କର ଅଭିନୟ ପେଷା ଆରମ୍ଭ ହୋଇଥିଲା। ସେ ଏକ କ୍ୟାଲେଣ୍ଡର ପାଇଁ ମଡେଲିଂ କରିବା ପରେ ଅଫଜଲ ହୁସେନ ତାଙ୍କୁ ଦେଖିଥିଲେ ଏବଂ ଏକ ମୃଦୁ ପାନୀୟର ବିଜ୍ଞାପନ କରିବା ପାଇଁ ସୁଯୋଗ ଦେଇଥିଲେ। ଏହାପରେ ସେ କୋକା-କୋଲା ପାଇଁ ବିଜ୍ଞାପନରେ କାର୍ଯ୍ୟ କରିଥିଲେ। ଏହାପରେ ସେ ମଡେଲିଂ ଛାଡ଼ି ଦେଇଥିଲେ ଏବଂ ତାଙ୍କର ପାଠପଢ଼ାରେ ଧ୍ୟାନ ଦେଇଥିଲେ। ସେ ସମ୍ବାଦପତ୍ରରେ କାର୍ଯ୍ୟ କରିବାର ଇଚ୍ଛା ରଖିଥିଲେ, ତେଣୁ ସେ ଭୋରେର କାଗଜ ନାମକ ଏବଂ ବଙ୍ଗଳାଦେଶୀ ଜାତୀୟ ସମ୍ବାଦପତ୍ର ସଂସ୍ଥାରେ ଯୋଗ ଦେଇଥିଲେ। ଏହାପରେ ପୁଣିଥରେ ସେ ମଡେଲିଂରେ ଯୋଗ ଦେଇଥିଲେ। ପରେ ସେ ଗିଆସୁଦ୍ଦିନ ସଲିମଙ୍କର ସଙ୍ଗସୟରେ କାର୍ଯ୍ୟ କରିଥିଲେ। ଜୟା ସମ୍ବାଦପତ୍ର ବ୍ୟତୀତ ଚିତ୍ରକଳାରେ ମଧ୍ୟ କାର୍ଯ୍ୟ କରିଥିଲେ। ଜୟା ତାଙ୍କର ମଡେଲିଂ ନବେ ଦଶକର ପ୍ରାୟ ଶେଷ ଭାଗରେ ଆରମ୍ଭ କରିଥିଲେ। ଏହାପରେ ସେ କିଛି ବିଜ୍ଞାପନରେ କାର୍ଯ୍ୟ କରିଥିଲେ ଏବଂ ଦୂରଦର୍ଶନ ଧାରାବାହିକ ମାନଙ୍କରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ଜୟା ଟିକେ ବିଳମ୍ବରେ ବଡ଼ ପରଦାରେ ଅଭିନୟ ଆରମ୍ଭ କରିଥିଲେ। ମୁଖ୍ୟତଃ ତାଙ୍କରି ବୟସର କାଳାକାରମାନେ ସେହି ସମୟରେ ଅଧିକ କାମ ପାଇନଥାନ୍ତି, ସେ ତାଙ୍କୁ ଦର୍ଶକ ଅଧିକ ପସନ୍ଦ କରିଥିଲେ। ଦୁଇ ହଜାର ଚାରିରେ ସେ ପ୍ରଥମେ ଗୋଟିଏ ଚଳଚ୍ଚିତ୍ରରେ ଅତିଥି ଏକ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ। ଦୁଇ ହାଜର ଦଶ ରେ ଜୟା ମୁଖ୍ୟ ନାୟିକା ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ। ଏହାପରେ ସେଦୁଇ ହାଜର ଏଗାର ରେ, ଦୁଇ ହଜାର ବାର ରେ ଏବଂ ଦୁଇ ହଜାର ପନ୍ଦର ରେ ତାଙ୍କର ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି। ଜୟା ଆହସନ ଜଣେ କଣ୍ଠଶିଳ୍ପୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ନେଇଛନ୍ତି ଏବଂ ରବିନ୍ଦ୍ର ସଙ୍ଗୀତରେ ମଧ୍ୟ ଡିପ୍ଲୋମା କରିଛନ୍ତି। ସେ ତାଙ୍କର ଅଭିନୀତ କିଛି ଚଳଚ୍ଚିତ୍ର ପାଇଁ ମଧ୍ୟ ପ୍ରଚ୍ଛଦପଟ ଗାୟିକା ଭାବରେ କାର୍ଯ୍ୟ କରିଛନ୍ତି। ତୋମେର ଖୋଲା ହାୱା, ଦୁବଶତାର ଏବଂ ଜଙ୍ଗଲର ଡାକ ଆଦି କଥାଚିତ୍ର ପାଇଁ ଗୀତ ଗାଇଛନ୍ତି।